ଏକ ବାଦ୍ୟଯନ୍ତ୍ରର ନିର୍ମାଣ କିମ୍ବା ବ୍ୟବହାର ସଙ୍ଗୀତର ଧ୍ୱନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଇଥାଏ। ମୋଟାମୋଟି ଭାବେ କୌଣସି ଧ୍ୱନି ସୃଷ୍ଟି କରୁଥିବା ବସ୍ତୁକୁ ବାଦ୍ୟଯନ୍ତ୍ର କୁହାଯାଇପାରେ। ବାଦ୍ୟଯନ୍ତ୍ରର ଇତିହାସ ମାନବ ସଂସ୍କୃତିର ଆରମ୍ଭରୁ ବୋଲି ଗଣାଯାଇଥାଏ। ଏହାର ଶୈକ୍ଷଣିକ ଅଧ୍ୟୟନକୁ ଇଂରାଜୀରେ ଅର୍ଗାନୋଲୋଜି କୁହାଯାଏ। ତେବେ ସଂଜ୍ଞା ନିରୂପଣର ଆଞ୍ଚଳିକତା ଓ ତିଆରି ଲାଗୁଥିବା ବସ୍ତୁର ଆପେକ୍ଷିକ ଅସ୍ଥାୟୀ ଅବସ୍ଥା ସକାଶେ ବାଦ୍ୟଯନ୍ତ୍ରର ପ୍ରକୃତ ବୟସ ଆକଳନ କରିବା ସମ୍ଭବପର ହୋଇପାରିନାହିଁ। ଅନେକ ପୁରୁଣା ବାଦ୍ୟଯନ୍ତ୍ର ଜୀବଜନ୍ତୁଙ୍କ ଚମଡ଼ା ଓ ହାଡ଼, କାଠ ଓ ଅନ୍ୟାନ୍ୟ କାଳକ୍ରମେ ନଷ୍ଟ ହୋଇଯାଉଥିବା ବସ୍ତୁରେ ତିଆରି ହେଉଥିଲା। ବାଦ୍ୟଯନ୍ତ୍ର ଦୁନିଆର ବହୁ ପୁରୁଣା କ୍ଷେତ୍ରରେ ସ୍ୱତନ୍ତ୍ର ରୂପରେ ବିକାଶିତ ହୋଇପାରିଛି। ହୁଏତ ସଭ୍ୟତାଗୁଡ଼ିକ ଭିତରେ ଦିଆନିଆ ହେତୁ ଅଧିକାଂଶ ଯନ୍ତ୍ରର ଚଞ୍ଚଳ ପ୍ରସାର ହେବା ସହିତ ମୂଳ ସ୍ଥାନରୁ ବହୁ ଦୂରରେ ମଧ୍ୟ ସେଗୁଡ଼ିକର ବ୍ୟବହାର ହୋଇପାରିଥିଲା। ମଧ୍ୟଯୁଗ ପର୍ଯ୍ୟନ୍ତ ମେସୋପୋଟାମିଆର ଯନ୍ତ୍ରକୁ ମାଳୟ ଦ୍ୱୀପସମୂହରେ ଦେଖାଯାଇ ପାରୁଥିଲା ଏବଂ ଉତ୍ତର ଆଫ୍ରିକାର ଯନ୍ତ୍ରକୁ ୟୁରୋପରେ ବାଦନ କରାଯାଇଥିଲା। ଆମେରିକାରେ ବିକାଶ ବହୁ ଧୀର ଗତିରେ ହୋଇଥିଲା କିନ୍ତୁ ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ସଂସ୍କୃତିମାନ ବାଦ୍ୟଯନ୍ତ୍ରକୁ ବହୁ ସମ୍ମାନ କରୁଥିଲେ। ପ୍ରଥମ ବାଦ୍ୟଯନ୍ତ୍ରର ବିକାଶ କିଏ ଏବଂ କେବେ କରିଥିଲେ, ଏହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ଶୋଧକର୍ତ୍ତାମାନେ ଦୁନିଆର ବହୁ କୋଣାନୁକୋଣରେ ସଙ୍ଗୀତ ବାଦ୍ୟଯନ୍ତ୍ରର ବିଭିନ୍ନ ପୁରାତାତ୍ତ୍ୱିକ ଉପସ୍ଥିତି ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିଲେ। କେବଳ ସେହିପରି କଳାକୃତିମାନ ବଞ୍ଚିରହିଛି ଯାହା ସ୍ଥାୟୀ ସାମଗ୍ରୀ କିମ୍ବା ସ୍ଥାୟୀ ଉପାୟର ଉପଯୋଗ କରି ତିଆରି କରାଯାଇଛି। ଏହି ପ୍ରକାର ଖୋଜାଯାଇଥିବା ନମୂନା ଗୁଡ଼ିକ ଅବିବାଦିତ ପ୍ରକ୍ରିୟାରେ ସବୁଠାରୁ ପ୍ରାରମ୍ଭିକ ବାଦ୍ୟଯନ୍ତ୍ର ମାନି ହେବ ନାହିଁ। ଜୁଲାଇ ମସିହାରେ, ସ୍ଲୋଭେନିଆଈ ପୁରାତତ୍ତ୍ୱବିଦ ଇବାନ ତୁର୍କ ସ୍ଲୋଭେନିଆର ଉତ୍ତର ପଶ୍ଚିମ କ୍ଷେତ୍ରରେ ଏକ ହାଡ଼ରେ ତିଆରି ବସ୍ତୁର ଆବିଷ୍କାର କଲେ। ଏହି ବସ୍ତୁକୁ ଡିଜ୍ୱେ ୱେବ ଫ୍ଲୂଟ ନାମ ଦିଆଗଲା, ଏଥିରେ ଚାରିଗୋଟି କଣା ରହିଥିଲା। କାନାଡ଼ାର ସଙ୍ଗୀତ ବୈଜ୍ଞାନିକ ବବ ଫିଙ୍କ ମାନନ୍ତି ଯେ, ଏହି ବାଦ୍ୟକୁ ଡାୟାଟୋନିକ ସ୍କେଲର ଚାରି ନୋଟକୁ ବଜାଇବା ପାଇଁ ବ୍ୟବହାର କରାଯାଉଥିବ। ହୁଏତ, କିଛି ପୁରାତତ୍ତ୍ୱବିଦମାନେ ଏହି ବଂଶୀକୁ ଏକ ବାଦ୍ୟଯନ୍ତ୍ର ହେବା ଉପରେ ପ୍ରଶ୍ନ ଉଠାଇ ପାରନ୍ତି। ଏହି ବାଂଶୁରୀଗୁଡ଼ିକୁ ଉପରୀ ପାଲେଓଲିଥିକ କାର୍ଯ୍ୟାଳୟରେ ତିଆରି କରାଯାଇଥିଲା ଏବଂ ଏଥିରେ ଅପେକ୍ଷାକୃତ ଅଧିକ ସାଧାରଣ ରୂପେ ପ୍ରାଚୀନତମ ଜ୍ଞାତ ବାଦ୍ୟଯନ୍ତ୍ର ରୂପରେ ସ୍ୱୀକାର କରାଯାଏ। ବାଦ୍ୟଯନ୍ତ୍ରର ପୁରାତାତ୍ତ୍ୱିକ ସାକ୍ଷ, ଉରର ସୁମେରୀୟ ସହରରେ ଶାହୀ କବରସ୍ଥାନର ଖୋଦେଇରେ ମିଳିଥିଲା। ଏହି ଉପକରଣରେ ନଅ ଗୋଟି ଲାଇଅର, ଦୁଇ ଗୋଟି ବୀଣା, ଗୋଟିଏ ସିଲଭର ଡବଲ ଫ୍ଲୂଟ ଆଦି ରହିଅଛି। ଉରରେ ଖୋଜା ଯାଇଥିବା ରୀଡର ସଦୃଶ ଆବାଜ କରୁଥିବା ସିଲଭର ପାଇପର ଆଧୁନିକ ବ୍ୟାଗପାଇପର ପୂର୍ବବର୍ତ୍ତୀ ହୋଇଥିବାର ସମ୍ଭାବନା ଅଛି। ଏହି ବେଲଣାକାର ପାଇପରେ ତିନି ପଟେ କଣା ରହିଛି ଯାହା ବାଦକକୁ ପୂର୍ଣ୍ଣ ସ୍ୱର ସ୍ଫୁଲିତ କରିବା ପାଇଁ ଅନୁମତି ଦେଇଥାଏ। ଦଶକରେ ଲିଓନାର୍ଡ ୱୁଲିଙ୍କ ଦ୍ୱାରା କରାଯାଇଥିବା ଏହି ଖୋଦାଇରେ ଯନ୍ତ୍ର ନଷ୍ଟ ନ ହେଲାପରି ଟୁକୁଡ଼ା ଏବଂ ନଷ୍ଟ ହୋଇସାରିଥିବା ଜିନିଷର ଖାଲି ଜାଗା ମିଳିଥିଲା, ଯାହାଦ୍ୱାରା ଏହାକୁ ପୁନର୍ବାର ତିଆରି କରିବା ପାଇଁ ଏକସଙ୍ଗେ ବ୍ୟବହାର କରାଯାଇଥିବ। ଏହି ଯନ୍ତ୍ର ଯେଉଁ କବର ଦ୍ୱାରା ସମ୍ବନ୍ଧିତ ଥିଲା ସେମାନଙ୍କ କାର୍ବନ ଡେଟିଙ୍ଗ ଏବଂ ବି ସି ଇ ମଧ୍ୟରେ କରାଯାଇଥିଲା, ଏହା ପ୍ରମାଣ ପ୍ରଦାନ କରିବା ହେତୁ କି ଏହି ସମୟ ପର୍ଯ୍ୟନ୍ତ ଏ ସମସ୍ତ ଯନ୍ତ୍ରର ବ୍ୟବହାର ସୁମେରୀୟରେ କରାଯାଉଥିଲା। ମେସୋପୋଟାମିଆରେ ନିପ୍ପୁରରୁ ପ୍ରାପ୍ତ, ବି ସି ଇ ପୁରୁଣା କୀଲାକାର ଟାବଲେଟରେ ଲାଇଅରର ତାରମାନଙ୍କ ନାମ ଇଙ୍ଗିତ ହୋଇଛି ଏବଂ ଏହା ସ୍ୱରଲିପିର ସବୁଠାରୁ ପ୍ରାଚୀନ ବୋଲି ଏକ ଜ୍ଞାତ ଉଦାହରଣ ଅଟେ। ବିଦ୍ୱାନମାନେ ଏହି କଥାରେ ସହମତ କି, ବିଭିନ୍ନ ସଂସ୍କୃତିରେ ବାଦ୍ୟଯନ୍ତ୍ରର ସଠିକ କାଳକ୍ରମ ନିର୍ଦ୍ଧାରଣ କରିବାର କୌଣସି ପୂର୍ଣ୍ଣ ବିଶ୍ୱସନୀୟ ଉପାୟ ନାହିଁ। ସେମାନଙ୍କ ଜଟିଳତାର ଆଧାରରେ ବାଦ୍ୟଯନ୍ତ୍ରର ତୁଳନା ଏବଂ ସେମାନଙ୍କ ଆୟୋଜନ ଭ୍ରମାତ୍ମକ ଅଟେ, ଯେହେତୁ ବାଦ୍ୟଯନ୍ତ୍ରମାନଙ୍କରେ ହୋଇଆସୁଥିବା ବିକାଶ କେବେ କେବେ ଜଟିଳତାକୁ କମ କରିପାରିଛି। ଉଦାହରଣ ରୂପେ, ପ୍ରାରମ୍ଭିକ ସ୍ଲିଟ ଡ୍ରାମାର ନିର୍ମାଣ କରିବା ଲାଗି ବିଶାଳ ବୃକ୍ଷକୁ କଟାଗଲା।